ଜଳରୁ ଉଠି ଆସିନିକଟସ୍ଥ ବାଲି ଉପରେ ଚିତାହୋଇ ଶୋଇ ପଡ଼ିଲୁ। ଜୁଲାଇ ମାସର ପ୍ରଖର ସୂର୍ଯ୍ୟାଲୋକ ଚାରିଆଡ଼େ ପରିଷ୍କାର ବିଞ୍ଚାଡ଼ି ହୋଇ ପଡ଼ିଥାଏ। ଆମଭଳି ଅସଂଖ୍ୟ ଯୁବକ ଯୁବତୀ ବାଲିରେ ଚିତହୋଇ ଶୋଇ ରହିଥାନ୍ତି, ନିଜର ଶ୍ୱେତ ଚର୍ମକୁ କିଞ୍ଚିତ୍ ସୌର ଦଗ୍ଧ କରିବା ପାଇଁ। ଚିତ୍ ହୋଇ ଶୋଉଁ ଶୋଉଁ ମେରିଆ ହଠାତ୍ ମୋ ଆଡ଼କୁ କଡ଼େଇ ହୋଇପଡ଼ିଲା। ମୋତେ ହଲାଇ ଦେଇ କହିଲା, ଡିଜେଲ୍ଙ୍କ କଥା ପରା କହୁଥିଲ, କାହିଁ କିଛି ତ କହିଲନି? କହୁଥିଲ ପରା ତା ପଛଆଡ଼େ ଏକ ବିରାଟ ଇତିହାସ ଅଛି ବୋଲି? କଥା ଶୁଣିବା ପାଇଁ ମେରିଆ ମୋ ଉପରକୁ ନଇଁ ଆସିଲା। ତା'ର ଟପଲେସ୍ ବେଦିଙ୍ଗ ସୁଟ୍ ଭିତରୁ ଉଦ୍ଦାମ ଯୌବନର ଦୁର୍ଦ୍ଦମ ସଂକେତ ମୋ ଆଖି ସାମନାରେ ଝଲସି ଉଠିଲା। ମୁଁ ନିଜକୁ ସମ୍ଭାଳି ନ ପାରି ତାର ଉନ୍ନତବକ୍ଷକୁ ମୋ ଛାତି ସହିତ ଭିଢ଼ି ଧରି ତାର ଆରକ୍ତ କପୋଳ ଉପେର ଆଙ୍କିଦେଲି ମଧୁର ଚୁମ୍ବନର ଏକାଧିକ ରକ୍ତିମ ଦାଗ। କ୍ଷଣକ ପାଇଁ ମେରିଆର ରକ୍ତରାଗରଞ୍ଜିତ ଅଧର ସହିତ ମୋ ସ୍ଫୁରିତ ଅଧରର ମିଳନ ହେଲା, ଅପ୍ରତ୍ୟାଶିତ ଭାବରେ। ପର ମୁହୂର୍ତ୍ତରେ ମେରିଆ ମୋ ବନ୍ଧନରୁ ନିଜକୁ ମୁକ୍ତ କରି କହିଲା, ଏଇ ବୋଧହୁଏ, ତୁମର ବିରାଟ ଇତିହାସ, ନୁହେଁ''? ମୁଁ ସଙ୍ଗେ ସଙ୍ଗେ ପଡ଼ି ଗେହ୍ଲେଇ ହୋଇ କହିଲି, ନା ନା ଏଟା ଇତିହାସ ନୁହେଁ, ମେରିଆ। ଏହା ମୋର ଓ ତୁମର ଏକ ସାମୟିକ ଦୁର୍ବଳତା ମାତ୍ର। ପ୍ରକୃତ ଇତିହାସଟା କହୁଛି ଏବେ ଶୁଣ। ଜର୍ମ୍ମାନୀର ସୁବିଖ୍ୟାତ ଏସେନ୍ ସହର, ଜର୍ମ୍ମାନ୍ କୋଟିପତି କ୍ରୁପ୍ସଙ୍କ ଅସଂଖ୍ୟ ବ୍ୟବସାୟ ପସରା ମେଲିଛି ସେହି ସହରରେ। ଦିନେ ହଠାତ୍ ଏକ ବିସ୍ଫୋରଣରେ ସହରଟି କମ୍ପିଉଠିଲା। କାଇଜର ଏଭିନିଉରେ ଥିବା ଏକ ଦରଭଙ୍ଗା ଘରେ ଏହି ବିସ୍ଫୋରଣଟି ଘଟିଲା। ବିସ୍ଫୋରଣ ବେଳେ ସେହି ଏଭିନିଉରେ ଏକ ଘୋଡ଼ା ଗାଡ଼ିରେ ଯାଉଥିଲେ ଜର୍ମାନୀର କୋଟିପତି ଫେଡେରିକ ଆଲଫ୍ରେଡ୍ ନୃପସ୍, ତାଙ୍କ ସହିତ ଥାନ୍ତି, ତାଙ୍କର ଏକମାତ୍ର ଛଅ ବର୍ଷର ଝିଅ ବାର୍ଥା। ବିସ୍ଫୋରଣଟି ଶୁଣି କ୍ରୁପସ୍ ଚମକି ପଡ଼ିଲେ। ତାଙ୍କ ଗାଡ଼ିଟି ମନକୁ ମନ ସେହି ରାସ୍ତାରେ ଅଟକି ଗଲା କିଛି ସମୟ ପାଇଁ। ସେ ଭାବି ପାରିଲେନି କ'ଣ ହେଲା। ଦେଖିଲେ ଲୋକେ ଗୋଟିଏ ଜୀର୍ଣ୍ଣଶୀର୍ଣ୍ଣ ଘର ଆଡ଼େ ଦୌଡ଼ୁଛନ୍ତି। ସେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ କଚୁଆନ୍କୁ ଆଦେଶ ଦେଲେ ସେହି ଘର ଆଡ଼କୁ ଗାଡ଼ି ଚଳାଇବା ପାଇଁ। ଗାଡ଼ିରୁ ଓହ୍ଲାଇପଡ଼ି ସେ ଘର ଭିତରକୁ ଦୌଡ଼ିଲେ ଘର ଭିତରେ ତୀବ୍ର ଧୂଆଁ ଯୋଗୁଁ ଘର ଭିତରେ ପୁରାପୁରୀ ଅନ୍ଧକାର। ସେହି ଅନ୍ଧକାର ଭିତରେ ସେ ଦେଖିବାକୁ। ପାଇଲେ ଗୋଟିଏ ଯୁବକ ଅଚେତ୍ ହୋଇ ପଡ଼ି ରହିଛି। ନିକଟରେ ଏକ ଇଞ୍ଜିନ୍ ଭାଙ୍ଗି ଚୁରମାର ହୋଇଯାଇଛି। ଯୁବକଟିର ଦେହ ସାରା ପୂରାପୂରି କଳାରେ ଛାଇ ହୋଇଯାଇଛି, ସତେ ଯେମିତି ଯୁବକଟି ଅର୍ଦ୍ଧ ଦଗ୍ଧ। ଅଚେତ୍ ଯୁବକଟିକୁ ଦେଖି କୋଟିପତିଙ୍କର ଛଅ ବର୍ଷର ଝିଅ ବାର୍ଥା କହିଲା ବାପା ଆମେ ୟାଙ୍କୁ ହସପିଟାଲ୍କୁ ନେଇଯିବା କ୍ରୁପ୍ସ କହିଲେ, ହଁ ମା, ଆମେ ୟାଙ୍କୁ ହସପିଟାଲର ପହଞ୍ଚାଇ ଦେଲେ ଭଲ ହେବ। କୋଟିପତି କ୍ରୁପ୍ସଙ୍କୁ ଦେଖି ରୁଣ୍ଡ ହୋଇଥିବା ଲୋକମାନେ ଆଡ଼େଇ ଗଲେ। ଲୋକମାନଙ୍କ ସାହାଯ୍ୟରେ କ୍ରୁପ୍ସ ଯୁବକଟିର ଅଚେତ ଶରୀରକୁ ଆଣି ନିଜ ଘୋଡ଼ା ଗାଡ଼ିରେ ଥୋଇ ନିକଟବର୍ତ୍ତୀ ହସପିଟାଲରେ ପହଞ୍ଚାଇ ଦେଲେ। ଅଳ୍ପଦିନ ପରେ ଯୁବକଟି ଭଲ ହୋଇଗଲେ। ଯୁବକଟି ଯେଉଁ ଦିନ ଭଲ ହୋଇ ହସପିଟାଲରୁ ବାହାରି ଯାନ୍ତି, ସେଦିନ କ୍ରୁପ୍ସଙ୍କଠାରୁ ଖଣ୍ଡିଏ ଚିଠି ନେଇ ଜନୈକ ପନ୍ତ୍ରବାହକ ସେହି ଯୁବକଙ୍କ ଠାରେ ହାଜର।